' ଶତ୍ରୁଜିତ କିନ୍ତୁ ଏଥର ସିଧାସଳଖ ଭାବରେ ମିସେସ୍ ପାତ୍ରଙ୍କର ପୃଷ୍ଠଦେଶର କ୍ଷତ ଚିହ୍ନ ଉପରେ ଦୃଷ୍ଟି। ନିବଦ୍ଧ କରିଥିଲେ। ସେଆଡ଼େ ତନ୍ମୟଙ୍କର ଦୃଷ୍ଟି ଆକର୍ଷଣ କରି ତାଙ୍କୁ କହିଲେ, 'ଏଇ ପରିବେଶରେ ଏଭଳି କ୍ଷତରୁ ତମେ କିଛି ଅନୁମାନ କରିପାରୁଛ? ' ତନ୍ମୟଙ୍କର ଦୃଷ୍ଟି ଏଥର ଗମ୍ଭୀର ହୋଇଆସିଲା। ସେ ଚିନ୍ତିତ ଭାବରେ କହିଲେ, 'ଏ ସବୁ ଭାବିଲେ ମୋ ମନରେ ଖୁବ୍ ସନ୍ଦେହ ଆସେ ଏଇ ସୁବ୍ରତ ଉପରକୁ। ରତନ ବାହାରିଯିବା ପରେ ସେ ନିଶ୍ଚୟ ଏଠାକୁ ଆସିଥିଲା। ମିସେସ୍ ପାତ୍ରଙ୍କ ସହିତ ସେ ହୁଏତ ଏପରି ନିରୋଳାରେ ଏକ ସାକ୍ଷାତ ପୂର୍ବରୁ ଠିକ୍ କରିଥିଲା। ସେଇ ଅବସର ନେଇ ତାଙ୍କୁ ହତ୍ୟା କରି ଚାଲିଯାଇଛି। ଏଇ ସ୍ପଟରୁ ମୋର ଧାରଣା, ବୁଲେଟ୍ ସାହାଯ୍ୟରେ ହତ୍ୟା କଲେ ସେ ସହଜରେ ଆବିଷ୍କୃତ ହେଇପାରିବ ବୋଲି କୌଣସି ତୀକ୍ଷ୍ଣ ଅସ୍ତ୍ର ସେ ନିଜ ସାଙ୍ଗରେ ନେଇଆସିଛି। ହୁଏତ ସେମାନେ କୌଣସି ବିଷୟରେ ଆଲୋଚନା କରିଛନ୍ତି। ଆଉ ଏକଥାବି ସମ୍ଭବ ଯେ ସେଇ ଆଲୋଚନା ଶେଷ ପରେ ସୁବ୍ରତ ବିଦାୟ ନେଇଯିବାର ଛଳନା କରିଛି। ପରେ ପୁଣି ମିସେସ୍ ପାତ୍ରଙ୍କ ଅଜ୍ଞାତରେ ତାଙ୍କୁ ଫଲୋ କରି ସେ ନିଜର ବେଡ୍ ରୁମ୍ରେ ପ୍ରବେଶ କରିବା ପୂର୍ବରୁ ପୃଷ୍ଟଦେଶରେ ଛୁରୀ ବିଦ୍ଧ କରିଛି। ' ଶତ୍ରୁଜିତ ତନ୍ମୟଙ୍କ କଥାରେ କୌଣସି ମନ୍ତବ୍ୟ ପ୍ରକାଶ ନକରି କହିଲେ, 'ତମର କଥା ଯଦି ଠିକ୍ ହୁଏ, ତା'ହେଲେ ସେମାନେ ନିଶ୍ଚୟ ଏହା ପୂର୍ବରୁ କୋଉଠି ମିଳିତ ହୋଇଥିବେ। ସେମାନଙ୍କର କଥାବାର୍ତ୍ତା ହୁଏତ ଡ୍ରଇଂ ରୁମ୍ରେ ସମାପନ ହୋଇପାରିଥାଏ। ' 'ମୁଁ ଦେଖୁଛି ଯଦି କୌଣସି କ୍ଲୁ ମିଳିପାରେ ' ତନ୍ମୟ ଏତକ କହି ସେ ସ୍ଥାନ ପରିତ୍ୟାଗ କଲେ। ତାଙ୍କ ଉପରୁ ଦୃଷ୍ଟି ଫେରାଇ ପୁଣି ଥରେ ଶତ୍ରୁଜିତ ମିସେସ୍ ପାତ୍ରଙ୍କର ନିଶ୍ଚଳ ଶରୀର ଉପରେ ଦୃଷ୍ଟି ନିକ୍ଷେପ କଲେ। ପୁଣି ଥରେ ସେଇ କ୍ଷତଚିହ୍ନ ଉପରକୁ, ତା'ପରେ ଚତୁଃପାର୍ଶ୍ୱରେ ଜମାଟ ହୋଇଆସିଥିବା ରକ୍ତବିନ୍ଦୁଗୁଡ଼ିକ ଉପରକୁ। ତାଙ୍କର ସେଇ ଦୃଷ୍ଟି କ୍ରମଶଃ ତୀକ୍ଷ୍ଣରୁ ତୀକ୍ଷ୍ଣତର ହେଇଆସୁଥିଲା। ଅବଶେଷରେ ସେ ଶବର ଖୁବ୍ ନିକଟକୁ ଚାଲିଆସି ବସିପଡ଼ିଲେ। କେତେକ ମୁହୂର୍ତ୍ତ ସେଇଭଳି ନିରୀକ୍ଷଣ କଲା ପରେ ସେ ଛିଡ଼ା ହୋଇ ବେଡ୍ରୁମ୍ ଉଦ୍ଦେଶ୍ୟରେ ଯିବାକୁ ଲାଗିଲେ। କିନ୍ତୁ ଭିତରେ ପ୍ରବେଶ କରିବା ପୂର୍ବରୁ ମି: ମହାନ୍ତି ସେଠାକୁ ଆସିଲେ। ହସହସ ମୁଖରେ ଶତ୍ରୁଜିତ କହିଲେ, 'କିଛି ସନ୍ଧାନ ମିଳିଲା? ' 'ନା, ତେବେ ଗୋଟିଏ ବିଷୟରେ ମୁଁ ନିଶ୍ଚିତ ଯେ ଏଇ ମୃତ୍ୟୁ ଦଶଟାରୁ ଏଗାରଟା ଭିତରେ ସଙ୍ଘଠିତ ହୋଇଛି। ' 'କେମିତି? ' 'କିଚେନ୍ ରୁମ୍ରେ ଦୁଇଜଣଙ୍କ ପାଇଁ ଖାଦ୍ୟସାମଗ୍ରୀ ବଢ଼ାଯାଇ ରହିଛି। ଦୁଇଟି ଗ୍ଲାସ୍ରେ ପାଣି ମଧ୍ୟ ରହିଚି। ' ମି: ମହାନ୍ତି କହିଲେ। ଅମାବାସ୍ୟାର ଅନ୍ଧକାର ଭିତରୁ ଯେମିତି ସୂର୍ଯ୍ୟୋଦୟର ପୂର୍ବାଭାସ ଦେଖିପାରିଲେ ଶତ୍ରୁଜିତ। ସେ ଉତ୍ସାହିତ ହେଇ କହିଲେ, 'ଏଇ ଉପର ମହଲାରେ କିଚେନ୍ ରୁମ୍? ' 'ହଁ', ମି: ମହାନ୍ତି ଉତ୍ତର ଦେଲେ। 'ଏଇ ଉତ୍ତରରେ ଦ୍ରୁତବେଗରେ କ'ଣ ଯେମିତି ଭାବୁଥିଲେ ଶତ୍ରୁଜିତ। ହଠାତ୍ କହିଉଠିଲେ, 'ଡ୍ରଇଂରୁମ୍ଟା ତଳମହଲାରେ ନିଶ୍ଚୟ? ' 'ହଁ' ଏଥର ଶତ୍ରୁଜିତଙ୍କର ଦୃଷ୍ଟି ପୁଣି ଥରେ ତଳମହଲାକୁ ଯାଇଥିବା ସିଡ଼ି ଆଡ଼କୁ ଲମ୍ବିଗଲା-। ତା'ପରେ ପୁଣି ଫେରି ଆସି, ମି: ମହାନ୍ତିଙ୍କ ଉପରେ ସ୍ଥିର ହେଲା। କେତେକ ମୁହୂର୍ତ୍ତ ସେହିଭଳି ଦୃଷ୍ଟିଭଙ୍ଗୀ ନେଇ ଛିଡ଼ା ହେବା ପରେ, ସେ କହିଲେ, 'ଗୋଟିଏ ମୂଲ୍ୟବାନ